' 'ନା। ସୁବ୍ରତ ସହିତ ସ୍ନେହଲତାର ମିଳିତ ଫଟୋଗ୍ରାଫ୍ ମୋ ସିଦ୍ଧାନ୍ତକୁ ଯଥେଷ୍ଟ ପରିମାଣରେ ଇତସ୍ତତଃ କରିଦେଇଛି, ଯାହା ଫଳରେ ଗୋଟିଏ ରହସ୍ୟରୁ ଏକାଧିକ ରହସ୍ୟ ଭିତରେ ଆମେ ଛନ୍ଦି ହୋଇ ଯାଇଛୁଁ। ' 'ମୁଁ କିନ୍ତୁ ସେମାନଙ୍କ ବିଷୟରେ ଏକ ପରିଷ୍କାର ଚିତ୍ର ସଂଗ୍ରହ କରିସାରିଛି। ' 'ମାନେ.? ' 'ସୁବ୍ରତ ଆଉ ସ୍ନେହଲତାର ଯୁଗ୍ନ ଫଟୋ କଥା ଶୁଣି, ସେମାନଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରିବାପାଇଁ ମୁଁ ବନମାଳୀ ନିକଟକୁ ଯାଇଥିଲି। ' 'ଆଉ ଏବେ ସେଇଠାରୁ ଫେରୁଛ? ' 'ହଁ। ' 'ଦ୍ୟାଟ୍ସ ଫାଇନ୍! ' ଶତ୍ରୁଜିତ ଉତ୍ସାହିତ ହେଇ କହିଲେ। 'ମୋର ବହୁ ଅନୁରୋଧ ପରେ ସେ କହିଲା, ସୁବ୍ରତ ଆଉ ସ୍ନେହ ଦୁହେଁ କ୍ଲାସମେଟ୍। ସେ ଭଲ ଭାବରେ ନ ଜାଣିଲେ ବି ଏ ବିଷୟରେ ନିଃସନ୍ଦେହ ଥିଲା ଯେ ସୁବ୍ରତ ଆଉ ସ୍ନେହ ଭିତରେ ନିଶ୍ଚୟ କୌଣସି ଅବୈଧ ସଂପର୍କ ରହିଥିଲା। ଆଉ ସେଇଥିପାଇଁ ତାର ବିଳମ୍ବରେ ଫେରିବାକୁ ଅନନ୍ତବାବୁ ଆଦୌ ପସନ୍ଦ କରୁ ନ ଥିଲେ। ଅନେକ ସମୟରେ ସ୍ନେହକୁ ସେ ବିଷୟରେ ଅନନ୍ତ ଦାସ ଭର୍ତ୍ସନା କରିଥିବା କଥା ସେ ଜାଣେ। ' 'ତାପରେ? ' 'ସୁବ୍ରତ କୁଆଡ଼େ ସ୍ନେହ ସହିତ ବିବାହ ପ୍ରସ୍ତାବ ଉପସ୍ଥାପିତ କରିବାକୁ ଆସିଥିଲା। କିନ୍ତୁ ଅନନ୍ତ ଦାସଙ୍କ ସହିତ ତାର ଦେଖା ହେବା ଆଗରୁ ସ୍ନେହ ହିଁ ସେହି ପ୍ରସ୍ତାବରେ ପୂର୍ଣ୍ଣଛେଦ ଟାଣିଥିଲା। ' 'ମାନେ ମୁଁ ତମ କଥା ବୁଝିପାରିଲି ନାହିଁ। ' 'ବନମାଳୀର କଥାରୁ ଜଣାପଡ଼େ, ସ୍ନେହ ସୁବ୍ରତର ପ୍ରେମିକା ହେବାଟାକୁ ସ୍ୱୀକାର କରୁଥିଲେ ବି ତାର ପତ୍ନୀ ହେବାକୁ ଅସ୍ୱୀକାର କରିଥିଲା। ତାର ଗୋଟିଏ ମାତ୍ର କାରଣ ଥିଲା, ସୁବ୍ରତ ଉଚ୍ଚବଂଶଜ ସମ୍ଭ୍ରାନ୍ତ ହେଲେ ବି ସେତେ ଧନାଢ଼୍ୟ ନ ଥିଲା। ଆଉ ତା ପୂର୍ବରୁ ମି: ପାତ୍ର, ମାଇନିଙ୍ଗ ଇଂଜିନିୟରଙ୍କ ସହିତ ସ୍ନେହଲତାର ପରିଚୟ ହେଇସାରିଥିଲା। ' 'ତା'ପରେ.? ' 'ସେମାନଙ୍କର ସେଦିନର କଥାବାର୍ତ୍ତା ବନମାଳୀ ଭଲଭାବରେ ଶୁଣିପାରିଥିଲା। ସୁବ୍ରତର ବାରମ୍ବାର ଅନୁରୋଧ ସ୍ନେହ ନିଷ୍ଠୁରତା ସହିତ ପ୍ରତ୍ୟାଖ୍ୟାନ କରିବା ପରେ, ବିନା ଉତ୍ତରରେ ସୁବ୍ରତ ସେ ସ୍ଥାନ ଛାଡ଼ିଥିଲା। ' 'ଆଉ ତା ପରେ ସୁବ୍ରତ କେବେ ସେଠାକୁ ଆସି ନ ଥିଲା? ' 'ନା, ବନମାଳୀ ଆଉ କେବେ ତାକୁ ଦେଖି ନ ଥିଲା। କିନ୍ତୁ ସେ ଖବର ପାଇଥିଲା ଯେ ସ୍ନେହର ବିବାହ ଦିନ ହିଁ ସେ ଭାରତ ଛାଡ଼ି ଥିଲା। ' ଶତ୍ରୁଜିତ ଚିନ୍ତିତ ଭାବରେ ଖଣ୍ଡିଏ ସିଗାରେଟରେ ଅଗ୍ନ ସଂଯୋଗ କରୁ କରୁ ଅପର ଖଣ୍ଡିକ ତନ୍ମୟଙ୍କୁ ଦେଇ କହିଲେ, 'ତା'ହେଲେ ଆମର ଅନୁମାନ ସତ୍ୟରେ ପରିଣତ ହେଲା? ' 'ଆଉ ନିଜ ଭିତରେ ପ୍ରତିଶୋଧର ବହ୍ନି ନିର୍ବାପିତ କରିବାକୁ ଯାଇ ସେ ଯେ ମିସେସ ପାତ୍ରଙ୍କୁ ହତ୍ୟା କରିଥାଇ ପାରନ୍ତି ଏ ବିଷୟରେ ମୁଁ ନିଃସନ୍ଦେହ। ' ଦୃଢ଼ କଣ୍ଠରେ ତନ୍ମୟ କହିଲେ। ସେ କଥା ଅସ୍ୱୀକାର କରିହେବାର ନୁହେଁ, ତଥାପି ଜୟନ୍ତୀ ମହାପାତ୍ରକୁ ଆମେ ଏଥିରୁ ବାଦ ଦେଇ ନ ପାରୁଁ। ' 'ଶତ୍ରୁଜିତବାବୁ! ' ଗଭୀର ବିସ୍ମୟ ସହକାରେ ତନ୍ମୟ କହିଉଠିଲେ। 'ଜୟନ୍ତୀ ମହାପାତ୍ର ରହସ୍ୟଜନକଭାବେ ଅନ୍ତର୍ଦ୍ଧାନ ହୋଇଛି, ଏହା ଆମେ ପୋଲିସ ନିକଟରୁ ଲୁଚାଇ ରଖିପାରିବା ନାହିଁ। ଆଉ ସେ ଅନ୍ତର୍ଦ୍ଧାନ ହେବାର ବାର ଘଣ୍ଟା ଭିତରେ ସ୍ନେହଲତା ଖୁଣ୍ ହୋଇଛି। ସ୍ନେହଲତା ଅନନ୍ତ ଦାସଙ୍କ ମୃତ୍ୟୁରେ ଜୟନ୍ତୀକୁ ଜଡ଼ିତ କରି